ବିଚାରା ବ୍ରାହ୍ମଣ ଲେଖା ପଢ଼ା ଜାଣେନା। କିପରି ବା ଆଶୀର୍ବାଦ ଶ୍ଳୋକ ବୋଲିବ? ପାଖ ଗାଁରେ ଜଣେ ପଣ୍ଡିତ ଥାନ୍ତି। ସେ ତାଙ୍କରି ପାଖକୁ ଯାଇ ତାଙ୍କୁ ଶ୍ଳୋକଟିଏ ଲେଖି ଦେବାକୁ ଅନୁରୋଧ କଲା। ପଣ୍ଡିତେ ଗରିବ ବ୍ରାହ୍ମଣ ଲାଗି ଶ୍ଳୋକଟିଏ ଲେଖି କିପରି ତାହା ବୋଲାଯାଏ ଶିଖାଇଦେଲେ। ସେଇ ଶ୍ଳୋକଟିକୁ ଘୋଷି ଘୋଷି ସେ ପଣ୍ଡିତଙ୍କ ଆଗରେ ତାହାକୁ ବୋଲି ଶୁଣାଇଲା ଓ ଖୁସିହୋଇ ଘରକୁ ଫେରି ଆସିଲା। ତା' ପରଦିନ ସେ ରାଜାଙ୍କ ଦରବାରକୁ ଯିବବୋଲି ସ୍ଥିର କଲା। ସକାଳୁ ଉଠି ଗାଧୋଇ ପାଧୋଇ ଚିତା ଚଇତନ ହୋଇ ସେ ରାଜାଙ୍କ ଦରବାରକୁ ଯିବାଲାଗି ବାହାରି ପଡ଼ିଲା। ଆଗରୁ ସେ କେବେ ସେଠାକୁ ଯାଇନି। ପଚାରି ପଚାରି ଯାହାହେଉ ସେ ରାଜାଙ୍କ ନଅର ପାଖେ ପହଞ୍ଚିଲା। ଶ୍ଳୋକ ବୋଲିବାକୁ ଆସିଛି କହିବାରୁ ଦୁଆରୀମାନେ ତାକୁ ଦରବାରକୁ ଯିବାଲାଗି ଛାଡ଼ିଦେଲେ। ରାଜାଙ୍କ ଦରବାର ଘର ମଧ୍ୟ ସେ ଆଗରୁ କେବେ ଦେଖି ନଥିଲା। ସେହି ଘରେ ସୁନା ରୁପାର ବହୁ ଜିନିଷ ପତ୍ର ଦେଖି ବ୍ରାହ୍ମଣ ବିଚାରା କାବା ହୋଇଗଲା ଓ ପୂର୍ବରୁ ଘୋଷି ମନେ ରଖିଥିବା ଶ୍ଳୋକଟି ଭୁଲିଗଲା। ରାଜାଙ୍କୁ ଆଶୀର୍ବାଦ କଲାବେଳକୁ ତା' ମୁହଁରୁ କେବଳ ବାହାରିଲା–'ଓଃ କି ଆଶ୍ଚର୍ଯ୍ୟ! ' ରାଜା ସେତେବେଳେ ଆଉ ଗୋଟିଏ କାମରେ ଲାଗିଥିଲେ। ଏଣୁ ବ୍ରାହ୍ମଣର ଏଇ କଥା ପଦକ ଶୁଣି ମଧ୍ୟ ଶୁଣି ପାରି ନଥିଲେ। ମାତ୍ର ବ୍ରାହ୍ମଣ ନିଜ ଭୁଲ୍ ଯୋଗୁ ଘାବୁରି ଗଲା। କାଳେ ରାଜା ଏଥିପାଇଁ ଦଣ୍ଡିବେ, ଏଇ ଭୟରେ ସେ ଆଉ ସେଠାରେ ଦଣ୍ଡେମାତ୍ର ନରହି ଚୁପ୍ ଚାପ୍ ବାହାରକୁ ଚାଲି ଆସିଲା। ଏତେ ଆଶାରେ ସେ ଆସିଥିଲା। ଏଣୁ ଖାଲି ହାତରେ ଘରକୁ ଫେରିବାକୁ ତା'ର ମନ ବଳୁନଥାଏ। ଲାଜ ଓ ଦୁଃଖରେ ସେ ଗୋଟାଏ ଜଙ୍ଗଲ ଆଡ଼େ ଚାଲିଲା। ଜଙ୍ଗଲ ଭିତରେ ଯାଉ ଯାଉ ଗୋଟିଏ ପୋଖରୀ କୂଳେ ପହଞ୍ଚିଲା। ସଂଧ୍ୟା ହୋଇ ଆସୁଛି, ବଣ ଜନ୍ତୁଙ୍କ ଭୟରେ ଆଉ ଆଗକୁ ଯିବାକୁ ଭରସି ନପାରି ସେଇ ପାଖରେ ଥିବା ଗୋଟିଏ ବରଗଛରେ ଚଢ଼ି ସେଇଠି ରାତିଟା କଟାଇଲା। ସକାଳ ହେବାରୁ ବ୍ରାହ୍ମଣ ଗଛରୁ ଓହ୍ଳାଇଲା। ପୋଖରୀ କୂଳରେ ବସି ଦାନ୍ତ ଘସିଲା। ସୂର୍ଯ୍ୟ ଉଇଁଲେ ବ୍ରାହ୍ମଣ ଦେଖିଲା ପୋଖରୀ ମଝିରୁ ଗୋଟିଏ ଗୋଲ ଆକାରର ଢୋଲ ଉପରକୁ ବାହାରୁଛି। ସୂର୍ଯ୍ୟ ଯେତିକି ଉପରକୁ ଉଠିଲେ ସେଇ ଢୋଲଟି ସେତିକି ସେତିକି ଉପରକୁ ବଢ଼ିବାକୁ ଲାଗିଲା। ଦ୍ୱିପ୍ରହର ବେଳକୁ ଢୋଲଟି ସୂର୍ଯ୍ୟଙ୍କ ପର୍ଯ୍ୟନ୍ତ ପହଞ୍ଚିଗଲା। ସୂର୍ଯ୍ୟ ପଶ୍ଚିମକୁ ଢଳିବା ସଙ୍ଗେ ସଙ୍ଗେ ଢୋଲଟି ମଧ୍ୟ କ୍ରମେ କ୍ରମେ କମିବାକୁ ଲାଗିଲା ଏବଂ ସୂର୍ଯ୍ୟ ବୁଡ଼ିଯିବା ସଙ୍ଗେ ସଙ୍ଗେ ତାହା କ୍ରମେ ଛୋଟହୋଇ ପୋଖରୀ ପାଣିରେ ବୁଡ଼ିଗଲା। ବ୍ରାହ୍ମଣ ଏହି ଅଦ୍ଭୁତ ଦୃଶ୍ୟ ଦେଖି ଖୁସି ହୋଇଗଲା। ଏହା କ'ଣ ଓ କିପରି ହେଉଛି ତାହା ଭଲ କରି ଜାଣିବା ଲାଗି ସେ ସେଇଠି ପୁଣି ରାତିଟାଏ କଟାଇଲା। ପରଦିନ ସକାଳେ ବ୍ରାହ୍ମଣ ଠିକ୍ ସେଇ ଦୃଶ୍ୟ ଦେଖିଲା। ବୁଝିପାରିଲା, ଏଠାରେ ସବୁଦିନ ଏହିପରି ହେଉଛି।। ତୃତୀୟ ଦିନ ବ୍ରାହ୍ମଣ ସେଠାରୁ ଫେରିଲା ଓ ପୁଣି ଯାଇ ରାଜାଙ୍କ ଦରବାରରେ ପହଞ୍ଚିଲା। ରାଜାଙ୍କୁ ଆଶୀର୍ବାଦ କଲା ବେଳକୁ ସେ ପୂର୍ବ ଭଳି କହିଲା–'ଓଃ କି ଆଶ୍ଚର୍ଯ୍ୟ'। ରାଜା ବ୍ରାହ୍ମଣକୁ ଚିହ୍ନିପାରି କହିଲେ– ''ଆପଣ ତ ଏଠାକୁ ଆସିଥିଲେ ଓ ଶ୍ଳୋକଟିଏ ନ ପଢ଼ି ଏହି ଶବ୍ଦଟି କହି ଚାଲି